ଏହାର ମଧ୍ୟ ଗୋଟିଏ କାରଣ ଅଛି। ବିଲାତର ଲୋକ ସମସ୍ତେ ତାଙ୍କର ମାତୃଭାଷା ଇଂରାଜିରେ କହନ୍ତି ଓ ଲେଖନ୍ତି। ସେଠି କଲେଜ ଡିଗ୍ରୀକୁ ଗୁରୁତ୍ୱ ବା ପ୍ରାଧାନ୍ୟ ଦିଆ ହୁଏ ନାହିଁ। କଲେଜ ଡିଗ୍ରୀର ସାମାଜିକ ମୂଲ୍ୟରେ ମୁଖ୍ୟସ୍ଥାନ ଦିଆ ନ ହୋଇ ଗୌଣ ସ୍ଥାନ ଦିଆ ହୋଇଥାଏ। ପ୍ରାୟ ପ୍ରତ୍ୟେକ ଅଗ୍ରସର ସମାଜରେ ଏହି ନୀତି। କିନ୍ତୁ ଆମର ଏଠି ମାତୃଭାଷା ଗୌଣ। ଏଥିରେ ଲୋକଟିର ରାଜଭାଷାରେ ବ୍ୟୁତ୍ପତ୍ତି ଅଛି କି ନାହିଁ-ବିଚାର ହେବାପରେ ସେ ଲୋକର ମୂଲ୍ୟାୟନ ହୁଏ। ଖାଲି ତାହାର ସମାଜର ସ୍ଥିତିର ଯେ ମୂଲ୍ୟ ନିରୂପଣ ହୁଏ ତାହା ନୁହେଁ। ଲୋକଟିର ବେଶପୋଷାକ ବୃତ୍ତିଜୀବିକା ଇତ୍ୟାଦି ସମସ୍ତ ବିଷୟରେ ତାହାର ଏହି କଲେଜ ଡିଗ୍ରୀକୁ ଅଗ୍ର-ପ୍ରାଧାନ୍ୟ ଦିଆହୁଏ। ଓଡ଼ିଶାର ଓଡ଼ିଆ ଲେଖକ ସମାଜରେ ଇଏ କ'ଣ ଅବାସ୍ତବ କଳ୍ପନା? -ନା। ନୁହେଁ। ବାବୁ ଜ୍ଞାନୀନ୍ଦ୍ର ବର୍ମା, ବାବୁ ପ୍ରାଣକୃଷ୍ଣ ସାମଲ ପ୍ରମୁଖ ଲେଖକମାନେ ଏହି ଅଭିଯୋଗ କରି ଆସୁଥିଳେ ପ୍ରାୟ ପଚାଶ ମସିହା ପର୍ଯ୍ୟନ୍ତ। ଏଥିରେ ମଧ୍ୟ ସତ୍ୟତା ଥିଲା। ସେମାଙ୍କର କଥାକୁ ବିଶେଷ ଗୁରୁତ୍ୱ ସହିତ ଗ୍ରହଣ କରା ହେଉ ନ ଥିଲା। ବାବୁ ଶ୍ରୀହର୍ଷ ମିଶ୍ର ପ୍ରମୁଖ ଯେଉଁମାନେ ସାହିତ୍ୟ ସାଧନା କରିଛନ୍ତି ବେଶ୍ ସ୍ପଷ୍ଟ ଭାବରେ ଅନୁଭବ କରିଥିବେ ଯେ ଗୋଟିଏ ନିମ୍ନତମ ଯୋଗ୍ୟତା ନ ଥିଲେ ଲେଖା ଯାଇପାରେ ସତ କିନ୍ତୁ ଲେଖାରେ ସ୍ୱୀକୃତି ପାଇବା କଷ୍ଟକର। ଏହି ସର୍ବନିମ୍ନ ଯୋଗ୍ୟତା ସବୁ ଗୁଣୀ ସମାଜରେ ଗୋଟିଏ ନୀତିନିୟାମକ ବିଷୟ। ସର୍ବ-ନିମ୍ନ ଯୋଗ୍ୟତା ନ ଥାଇ ଜୀବନରେ ସୁଖ୍ୟାତି ପାଇବା ପ୍ରକୃତରେ କଷ୍ଟକର। ଏପରି କି ଗଣିକା ଓ ନର୍ତ୍ତକୀ ବା ଗାୟିକା ଭାବରେ ଉଚ୍ଚ ସ୍ୱୀକୃତି ପାଇବା ପାଇଁ ସର୍ବନିମ୍ନ ଯୋଗ୍ୟତା ସବୁଠାରେ ଦରକାର। ଏପରିକି ସୌନ୍ଦର୍ଯ୍ୟର ପ୍ରତିଦ୍ୱନ୍ଦ୍ୱିତାରେ ନିମ୍ନତମ ଶିକ୍ଷା ଯୋଗ୍ୟତା ଆବଶ୍ୟକ ହେଲାଣି। ଏଥିରୁ ପ୍ରଶ୍ନ ଉଠୁଛି ଯେ ଓଡ଼ିଆ ସାହିତ୍ୟର ସ୍ୱୀକୃତ ସାହିତ୍ୟିକ ହେବାପାଇଁ ଶିକ୍ଷାଗତ ଓ ବୃତ୍ତିଗତ ଯୋଗ୍ୟତା ଦରକାର କି? ଏହାର ଉତ୍ତର ହେଉଛି ଯେ ଦରକାର। ନିଶ୍ଚିତ ଭାବରେ ଦରକାର। କଲେଜର ପ୍ରଥମ ବାର୍ଷିକ ଶ୍ରେଣୀର ଛାତ୍ର ଓଡ଼ିଆରେ ଫେଲ ହୋଇଯିବ ବୋଲି ଅଧ୍ୟାପକଙ୍କର ସୁପାରିସ ସକାଳେ ଖୋଜୁଛି। ସନ୍ଧ୍ୟାରେ ସେହି ଛାତ୍ର କବିତା ପାଠୋତ୍ସବ ଅନୁଷ୍ଠାନରେ ବେଶ୍ ଅଙ୍ଗଭଙ୍ଗୀ ଓ ମୁଦ୍ରା ସହିତ କବିତା ପଢ଼ି ତାଳି ନେଉଛି। ଅଧ୍ୟାପକ ଏହି କବି ସମ୍ମିଳନୀ ଦେଖିଲା ପରେ ତାହାର ମନରେ ପ୍ରଶ୍ନ ଆସୁଛି-ଓଡ଼ିଆ ସାହିତ୍ୟର ଏହି ସାଧକଶ୍ରେଣୀଙ୍କୁ ନେଇ ସାହିତ୍ୟକୁ କିପରି ତଉଲିବାକୁ ହେବ? ଏହି ପ୍ରଶ୍ନର ବଙ୍ଗଳା ସାହିତ୍ୟରେ ଗୋଟାଏ ପ୍ରକାରର ସମାଧାନ ଦିଆ ହୋଇଛି। ସେଠାରେ ଜଣେ ନୂଆ ଲେଖକକୁ ବଙ୍ଗଳା ଭାଷାର ସାହିତ୍ୟ, ବଙ୍ଗଳା ସମାଜର ଇତିହାସ ଓ ବଙ୍ଗଳା ସଂସ୍କୃତି ବିଷୟରେ ଯଥେଷ୍ଟ ସମ୍ବାଦ ଓ ଜ୍ଞାନ ସଂଗ୍ରହ କରିବା ବାଧ୍ୟତାମୂଳକ କରାଯାଏ। କିଛି ଜ୍ଞାନ ନ ଥିଲେ ବଙ୍ଗଳାରେ ଜଣେ ଲେଖକ ସ୍ଥାନ ପାଇବା କଷ୍ଟକର। ଏହି ସାଧନା ବା। ନିମ୍ନତମ ଯୋଗ୍ୟତା ବିଷୟରେ ଗୁରୁତ୍ୱ ଦିଆ ହେଉଥିବାରୁ ବଙ୍ଗଳାର ଲେଖକମାନେ ନୂଆ ବିଷୟବସ୍ତୁ ଉପରେ ଅଧିକ ସଂଖ୍ୟକ ବହି ଲେଖୁଛନ୍ତି! ସାମାନ୍ୟ ଉଦାହରଣଟିଏ ଦେଲେ ବୁଝିହବ। ଓଡ଼ିଶାରେ ଆଦିବାସୀ ପ୍ରାୟ ଚାରିଭାଗରୁ ଭାଗେ ହେଲେ ମଧ୍ୟ ଏଠି ଆଦିବାସୀ ସମାଜ ଉପରେ ଯେତେ ବହି ଲେଖା ହେଉଛି ତାହାର ଶହେଗୁଣ ଅଛି ବଙ୍ଗଳା ସାହିତ୍ୟରେ। ଅଥଚ ମହାରାଷ୍ଟ୍ର, ଆନ୍ଧ୍ର, ମଧ୍ୟପ୍ରଦେଶ ପରି ଆଦିବାସୀବହୁଳ ଅଞ୍ଚଳ ଥାଇ ମଧ୍ୟ